ସେ ସୁମିମା'ଙ୍କୁ ବିରକ୍ତି ମିଶା ସ୍ୱରରେ କହିଲେ–'ଛୁଆଟାକୁ ଏତେବେଳେଯାଏଁ ଖାଇବାକୁ ଦେଇନ କାହିଁକି? ' ସୁମି ମା' କୌଣସି ଉତ୍ତର ନଦେଇ ଉଠିଗଲେ ହାଣ୍ଡିଶାଳକୁ। ସୁମି ବିରସ ଓଠରେ ମା'ର ପଛ ଲୁଗାକାନିକୁ ଚାହିଁଲା। ପୁଣି ଆଜି ବି ମିଛଟାରେ ମା' ତାରି ଯୋଗୁଁ ଖାଇଲା ଗାଳି। ସୁମିର ଦୋଷ ଶାସ୍ତି ପାଇଲେ ସୁମି-ମା। ଛୁଆଙ୍କ ଲାଗି ନିଜ ପିଠି ଦେଖେଇବାକୁ ମା' ଜାତିର ଜନ୍ମ-। ସୁମି ଖାଇବା ଆରମ୍ଭ କଲାକ୍ଷଣି ରାମାନନ୍ଦେ ବୁଲି ବାହାରିଲେ। ସୁମି-ମା ଗରାଟାଏ ଧରି ଗଲେ କୂଅମୂଳକୁ। ସୁମି ଭାତ ଖାଇଲା–କିନ୍ତୁ କୌଣସିଟି ତାକୁ। ଭଲ ଲାଗିଲା ନାହିଁ। ନା ବଡ଼ିଚୂରା–ନା ପିଆଜ। ସଂଧ୍ୟା ପରେ ରାମାନନ୍ଦ ଘରେ ପହଞ୍ଚିଲେ। ତାଙ୍କ ସହିତ ନାଲୁମିଶ୍ର ଓ ଟୁନୀ। ଟୁନୀକୁ ଦେଖି ସୁମି ଖୁସି। ଟୁନୀ ପ୍ରତିଦିନ ସଂଧ୍ୟାବେଳକୁ ସୁମିଘରକୁ ଆସେ। ସୁମି ଘର ଅଗଣାରେ ପ୍ରତି ସଂଧ୍ୟାରେ ଗୀତ ବୋଲା ହୁଏ। ଗୀତ ଶିକ୍ଷକ ନାଲୁମିଶ୍ରେ ନିଜେ। ସେ ହାରମୋନିୟମରେ ଲହର ଦେଇ ସୁର ସାଜିଲେ ଜାତିଆ ସାପ କାଳେ ଗାତରୁ ବାହାରି ଆସନ୍ତି। ଆଗରୁ ଶିରିଆପୁର ଯାତ୍ରାଦଳରେ ସେ ଥିଲେ ଓସ୍ତାଦ। ଖଣ୍ଡମଣ୍ଡଳରେ ତାଙ୍କର ବେଶ୍ ଖ୍ୟାତି। ଏ ପାଖରେ ମିଶ୍ରପୁର, କଣ୍ଟାପାରୀ-ଚକ-ମିଶ୍ରପୁର ଷେଣ୍ଢପୁର ଦେଇ ଯାଜପୁରଯାଏଁ, ସେପାଖରେ ସୋହଡ଼ା, ଦୋବଲ, ଧୁସୁରି, ଧାମନଗର, ଭଦ୍ରଖଯାଏଁ କେଉଁଠିକି ସେ ଯାତ୍ରା କରି ଯାଇ ନାହାନ୍ତି କହିହେବ ନାହିଁ। ନଈଡିଆଁ ରାସ୍ତାରେ ଝୁମ୍ପୁରି, ଦଶରଥପୁର, ବାଲିଆପାଳ ବି ସେ ବହୁବାର ଯାତ୍ରା କରି ଯାଇ ରୂପା-ପଦକ ପାଇ ଆସିଛନ୍ତି। ନାଲୁମିଶ୍ର ଓସ୍ତାଦଙ୍କ ନାମ ଶୁଣିଲେ ଲୋକେ ବସିବା ଜାଗାରୁ ଉଠି ପାଞ୍ଚ ମାଇଲ ରାସ୍ତା ଯାତ୍ରା ଦେଖିବାକୁ ଚାଲି ଯାଆନ୍ତି। ଦକ୍ଷିଣୀ, ଓଡ଼ିଶୀ, ଚୋଖି ଗାଇବାରେ ସେ ପଟୁ। ବେଳେବେଳେ ତାଙ୍କ ଲାଖି ତବଲିକ୍ ମିଳନ୍ତି ନାହିଁ। ସେ ଓଡ଼ିଶୀ ଗାଇଲାବେଳେ ସଭାରେ ସୋରିଷ ପକେଇବାକୁ ସ୍ଥାନ ନ ଥାଏ। କାନ୍ଦିଲା ଶିଶୁ ଆପେ ଆପେ ବନ୍ଦ ହୋଇଯାଏ–ମା' ଦୁଧ ଛାଡ଼ି ବିସ୍ମୟରେ ଏଣିକି ତେଣିକି ଅନାଏ। ଥରି ଉଠନ୍ତି ଗଛର ପତ୍ରାବଳୀ ପକେଟ୍ କଟା ଚୋର ସୁବିଧା ପାଇଲେ ବି ପକେଟ୍ କାଟିବାକୁ ଭୁଲିଯାଏ। ଅଳ୍ପ ଦୂରରେ ଥିବା ପାନ-ଦୋକାନୀ ଭୟରେ ଗୁଆ କାଟେ ନାହିଁ। ଖିଲିକାତିରେ ଗୁଆଟିକୁ ଦାବିରଖି ସେ ଚୁପ୍ ହୋଇ ବସିରହେ। ବିରିବରା ଗୁଲୁଗୁଲା ଦୋକାନୀଏ ସେଁ ସେଁ–ହେବା ଭୟରେ କିଛିକ୍ଷଣ ପାଇଁ ଛାଣିବା ବନ୍ଦ କରନ୍ତି। ଯାତ୍ରା ଦେଖିବାକୁ ଯାଇନଥିବା ଲୋକଙ୍କୁ ନିଦ ହୁଏ ନାଇଁ। ପ୍ରଣୟିନୀର କୋଳ କ୍ଷଣକ ପାଇଁ ସ୍ୱାଭାବିକ ମାଧୁର୍ଯ୍ୟ ହରାଏ। ରାତି ଅଧରେ ବି ସେମାନେ ଉଠି ବସନ୍ତି–ଝରକା ଖୋଲନ୍ତି–ସମୀର ତରଙ୍ଗରେ ଭାସି ଭାସି ଆସୁଥିବା ଗୀତର ମଧୁରର ମୂର୍ଚ୍ଛନା ତାଙ୍କ ପ୍ରାଣରେ ନବନବ ସ୍ପନ୍ଦନ ତୋଳେ, ଭାବ ସୃଷ୍ଟି କରେ–କେଉଁ ଏକ ଅଜଣା ସ୍ଥାନରୁ ଉଦ୍ଗୀରିତ ବ୍ୟଥା–ବେଦନାର ଅଶ୍ଳେଷରେ ସେମାନେ ବାନ୍ଧିହୋଇ ପଡ଼ନ୍ତି। ନବ ବଧୂର ବିରହଜନିତ ସ୍ୱପ୍ନ ଭାଙ୍ଗେ। ଶାଶୁ ତାକୁ ଯାତ୍ରା ଦେଖି ଛାଡ଼ି ନାହାନ୍ତି ବୋଲି ଶାଶୁଙ୍କୁ ମନେ ମନେ ଗାଳିଦିଏ। ଶୀଘ୍ର ପୁରୁଣା ହୋଇଯିବା ଲାଗି ପ୍ରାର୍ଥନା କରେ ଭଗବାନଙ୍କୁ। ନାଲୁମିଶ୍ରେ ଲୋକ-କବି। ରାଗ ରାଗିଣୀ ଖଞ୍ଜି ବହୁ ସଙ୍ଗୀତ ସେ ରଚନା କରିଛନ୍ତି। ବାଲ୍ୟାବସ୍ଥାରେ ଗ୍ରାମର ସଂସ୍କୃତ ବିଦ୍ୟାଳୟରେ ମଧ୍ୟମାଯାଏ ସେ ପଢ଼ିଥିଲେ। ବ୍ୟାକରଣ ଘୋଷିବା ତାଙ୍କ ଦେଇ ହେଉ ନଥିଲା ବୋଲି ପଣ୍ଡିତେ ଲାଲଆଖି କରି ତିନି ହାତିଆ ଖଜୁରୀ ଛାଟରେ ପିଟୁଥିଲେ। ଶେଷକୁ ପାଠ ପୋଥିରେ ଡୋରବନ୍ଧାଗଲା। ଘରେ